ଦି ଜଣ ତାର ଦି ବାହା ଧରି ତାକୁ ଘୋଷାଡ଼ି କୁଆଡ଼କୁ ନେଇଯାଉଥିଲେ। ନାଟକ ଚାଲୁ ରଖିବା ପାଇଁ ପରିଚାଳକଙ୍କର ସବୁ ଚେଷ୍ଟା ବ୍ୟର୍ଥ ହେଲା। ଶେଷକୁ ସେ ହିନ୍ଦୀ ଗୀତର ରେକର୍ଡ ଲଗେଇ ଦେଇ ନିଜ ଉଦ୍ୟମରୁ ନିରସ୍ତ ରହିଲେ। ତମ୍ବୁଯାଏ ଆସିବା ଭିତରେ ଭରତର ନାକ, ଗାଲ ଓ ବେକ ମାଡ଼ ଖାଇ ଖାଇ କଇଁଥା ପାଲଟି ସାରିଥିଲା। ତାର ଦୁଇ କଳରୁ ରକ୍ତ ନିଗିଡ଼ି ଯାତ୍ରା ପୋଷାକକୁ ରକ୍ତାକ୍ତ କରିଦେଇଥିଲା। ମ୍ୟାନେଜର ଚିତ୍କାର କରୁଥିଲା, "ସୁଅର୍କାତ ବର୍ଚ୍ଚା , ନାଲାଏକ୍। ପାଗଳ। ମୋର ଜାନ୍ ମାଟିରେ ମିଶେଇଦେଲୁ, ତୋତେ ଆଜି ଜିଅନ୍ତା ଛାଡ଼ିବି ନାହିଁ " ତା ସାଙ୍ଗକୁ ଆହୁରି ଗୋଟାଏ ଘୁଷିଆ,ଆଗଠାରୁ ଓଜନିଆ, ଆଗଠୁଁ ନିଷ୍ଠୁର। ଭରତ ଆଖିପିଛୁଳାକେ ପାଗଳ ପାଲଟିଗଲା। ଯାତ୍ରାଫେରନ୍ତା ସାଙ୍ଗମାନଙ୍କ କଥାବାର୍ତ୍ତାରେ ସେ ହୋଇଗଲା ପାଗଳା। ଭରତ ବୁଝିପାରୁନଥିଲା ଯେ ସେ କେତେବେଳେ ଓ କେମିତି ପାଗଳ ହେଲା? ତାର କୌଣସିଟି କଥା ଶୁଣିବାକୁ କେହି ପ୍ରସ୍ତୁତ ନ ଥିଲେ। ସେମାନଙ୍କ ତମ୍ବୁ ସାମ୍ନାରେ ଭିଡ଼। ଏପରି ଗୋଟାଏ ଦୃଶ୍ୟ ଦେଖିବାର ସୁଯୋଗ କେହି ଛାଡ଼ନ୍ତା ନାହିଁ। 'ତ୍ରିଶୂଳ ଗଣନାଟ୍ୟ'ର ହିରୋ ପାଗଳା ହୋଇଯାଇଛି, ଅଧାରୁ ବନ୍ଦ ହୋଇଯାଇଛି ବହି,ଏହି କଥାଟା ଚାରିଆଡ଼େ ଖେଳିବୁଲୁଥିଲା। ମ୍ୟାନେଜର ଓ ତାଙ୍କ ସହଯୋଗୀମାନେ ଯେତେ ଚେଷ୍ଟା କଲେ ବି ଭିଡ଼ ସମ୍ଭଳା ପଡ଼ୁ ନଥିଲା। କେହିଜଣେ ଆସି ଭରତକୁ ଘୋଷାଡ଼ି ଘୋଷାଡ଼ି ତମ୍ବୁ ପଛପଟକୁ ନେଇଗଲା। ସେପଟେ ପୋଖରୀ ଓ ନଡ଼ିଆଗଛ। ସେଇଠି ଭରତକୁ ବସେଇ ଦେଇ ତା ପୋଷାକଗୁଡ଼ା ଦେହରୁ ଖୋଲି ବସିଲା। କେତେ ସମୟ ସେ ବସିରହିଥିଲା ଭରତ ଜାଣେ ନାହିଁ। ପୋଖରୀ ପାଣିରେ କାହାର ଛାଇ ଦେଖି ଭରତ ବଡ଼ କଷ୍ଟରେ ମୁଣ୍ଡ ଟେକିଲା। ତା ବେକପଛ ପଟ ରଡ଼ରଡ଼ ହୋଇ ଭାଙ୍ଗିଗଲା ପରି ଲାଗୁଛି। କିନ୍ତୁ ଏ କଣ ଦେଖୀଛି! ସେଇ ମୁହଁ, ସେଇ ଗଢ଼ଣ। ଖାଲି ଯାହା ବଡ଼ ହୋଇଯାଇଛି ସୁଲ। ସୁଲ କଣ ତାକୁ ଚିହ୍ନିପାରିଛି! ଖୋଜି ଖୋଜି ଆସିଛି ତାକୁ ଶଙ୍ଖୋଳିବା ପାଇଁ!ଭାର ଭରତ ଭିତରେ ଗୋଟାଏ ମୁଦୃ ଭୂମିକମ୍ପ। କିଏ ଜଣେ କହୁଥିଲା ଝିଅ ଓ ସଁବାଳୁଆମାନେ ରାତାରାତି ବଦଳି ଯାଆନ୍ତି। କେଡ଼େ ଡେଙ୍ଗା ଓ ସୁନ୍ଦରୀ ହୋଇଯାଇଛି ସୁଲୋଚନା? ପଛେ ପଛେ ଆଉ ଦୁଇଜଣ। ଜଣେ ବୁଢ଼ୀ ଓ ଆରଟି ସାନ ପିଲା। ଭରତ ଚିହ୍ନିନେଲା, ସୁଲର ସାବତ ମା। ଠିକ୍ ଅସୁରୁଣୀ ପରି ଚେହେରା, ଆହୁରି ଭୟଙ୍କର ଦିଶୁଛି ପାଚିଲା ବାଳ ଓ କଳାଦାନନ୍ତ ମଝିର ସେ ଆଖିଯୋଡ଼ିକ। ସୁଲ ଆସିଲା। ଦୂରଛଡ଼ା ହୋଇ ଛିଡ଼ାହେଲା। ଭୂଇଁ ଉପରେ ପାଦ ନଖରେ ଗାର କାଟୁ କାଟୁ କହିଲା, "ତୁ କଣ ସତରେ ପାଗଳା ହୋଇଗଲୁ?" "ପା ଗ ଳା!" ସେ କେତେବେଳେ ପାଗଳା ହେଲା? କିଏ ତାକୁ ପାଗଳ କରିଦେଲା? ଭରତ ଆଉ କିଛି କହିବାକୁ ଯାଉଥିଲା,ମାତ୍ର ତାର ପୋଷାକ ଖାଲି ଦେଉଥିବା ଅପେରାର ଲୋକଟି ସେମାନଙ୍କୁ କହିଲା, "ପାଗଳଟା, କେତେବେଳେ କଣ କହିଦେବ, ଆପଣ ଚାଲିଯାଆନ୍ତୁ ମ୍ୟାଡାମ୍।" ଭରତ କିଛି କହିପାରିଲା ନାହିଁ। ସୁଲର ସାବତ ମା ଆଗକୁ ଆସି ସୁଲକୁ ଝିଙ୍କିନେଇ ଚାଲିବାକୁ ଆରମ୍ଭ କରିଦେଇଥିଲା। ତା ତୁଣ୍ଡରୁ ସୁଲ ପାଇଁ ଅଭିଶାପମାନ ମାଘମାସରେ ଚାକୁଣ୍ଡା ପତ୍ର ପରି ଖଡ୍‌ଖାଡ୍ ଖସିପଡ଼ୁଥିଲା। "ପୋଡ଼ାମୁହୀଁ, ଏଇ ଗୁଣରୁ ତ ଅଧା ବଅସରୁ ଗିରସ୍ତକୁ ଖାଇଲୁ। ଫେର୍ ରାସ୍ତାଘାଟରେ ନାଁ ପକେଇବୁ ନା କ'ଣ?" ଭରତ ଭିତରେ ଭିତରେ ହାତଗୋଡ଼ ଗ ଛାଟିଦିଆ ହେଲା, ଚିତ୍କାର କଲା। ଡେଇଁ ପଡ଼ିବାକୁ ଚାହିଁଲା। ତା ଇଚ୍ଛା ହେଉଥିଲା ସେ ସୁଲ ପଛେ ପଛେ ଧାଇଁ ଯାଆନ୍ତା, ତାକୁ ବୁଝେଇ ଦିଅନ୍ତା। ସେ ପାଗଳା ନୁହେଁ କି ସେ କିଛି ଭୁଲ୍ କରିନାହିଁ। କିନ୍ତୁ ତାକୁ ଧରିବସିଥିବା ଲୋକଟିର ଜାବରୁ ସେ ମୁକୁଳି ପାରୁ ନଥିଲା। ଓଢ଼ଣା ଓ କାନିକୁ ପାଟିରେ ଗୁଞ୍ଜି, ଛାତିର କୋହକୁ ଚାପି ରଖିବାକୁ ଚେଷ୍ଟା କରୁ କରୁ ସୁଲ ବଡ଼ ବଡ଼ ପାହୁଣ୍ଡ ପକେଇ ଚାଲିଯାଉଥିଲା। ଗାଁ ଆଡ଼କୁ ଯାଇଥିବା ରାସ୍ତାରେ ଲୋକମାନଙ୍କର ସ୍ୱାଭାବିକ ସ ଯାତାୟାତ ଆରମ୍ଭ ହୋଇ ଯାଇଥିଲା। ଭରତ ସବୁଯାକ ବଳ ଖର୍ଚ୍ଚ କରି ଉଠି ଠିଆହେଲା ଓ ତା ଦେହରୁ ଅବଶିଷ୍ଟ ଯାତ୍ରାପୋଷାକତକ କାଢ଼ି ଫିଙ୍ଗିଦେଲା। ସୁଲ ଯାଇଥିବା ଗାଁ ରାସ୍ତାର ବିପରୀତ ଦିଗରେ ସେ ଏଥର ଦଉଡ଼ିବାକୁ ଲାଗିଲା। ଘୃଣା, ଅନାଦର, ଉପେକ୍ଷା ଓ ଅସହାୟତା ମିଶି ତାକୁ ଗୋଟେ ଅଦୃଶ୍ୟ କୁକୁର ପରି ଗୋଡ଼ଉଥିଲେ।